ରାୟବାହାଦୂର ସାଙ୍ଗରେ ତୋର କିଛି ଯାଏ ଆସେ ନାହିଁ। ଯୋଉ ଦିନ ଜାହାଜରେ ମାଲ ଯିବ, ସେ ଦିନ ତୋ ପାଉଣା ତୁ ପାଇବୁ। '' ମୋଟା ଲୋକଟି କହିଲା। ''ସେ ଅନେକ ଡେରି ହେବ ''। ମୁଁ-ମୁଁ ହୋଇ ଥାଉ କ'ଣ କହିବାକୁ ଯାଇଥିଲେ ଅବନୀବାବୁ। ''ବେଶୀ ନୁହେଁ, ବେଶୀ ନୁହେଁ; ଏଇ ପହିଲା ତାରିଖରେ। ଆଜି ଖବର ଆସିଛି। ଜାହାଜ ଠିକ୍ ଆସିଥିବ। ଅସଲ ହେଲା ଆମର ଯୋଗାଡ଼। '' ଅବନୀବାବୁ କ'ଣ ଟିକିଏ ଭାବି କହିଲେ-''ଟିକିଏ ଅସୁବିଧା ହେବ। ପହିଲା ଦିନ ଅମାବାସ୍ୟା। ସେ ଦିନ ଏଣେ କାମ, ତେଣେ କାମ; ହବ ତ? '' ଏ କଥା ଶୁଣି ହୋ' ହୋ' ହୋଇ ହସି ଉଠିଲା ପୁଣିଥରେ ମୋଟା ଲୋକଟା। ହସର ବେଗ ନ କମୁଣୁ କହିଲା-''ସବୁ ହବ। ରାତି ଦଶଟା ଭିତରେ ଇଆଡ଼େ କାମ ଶେଷ ହେବ; ବାରଟା ସୁଦ୍ଧା ମାଲ ବୋଝେଇ ଶେଷ। ସେଇଠୁ ଶୁଭ ଅନୁକୂଳ। କ'ଣ, ହେଲା? '' ହିଃ ହିଃ ହିଃ ହିଃ। ଲୋକଟାର ଅସରନ୍ତି ହସର ଧାରା ଛୁଟିଲା। ''ଆରେ ରାୟ ବାହାଦୂର ସବୁଥିକି ଡରି ଛାନିଆଁ ବୋଲି ଏ ରଘୁନନ୍ଦନ ସିଂ ଡରୁଆ ନୁହେଁ। ସେ ଜୀବନ ବିକଳରେ ପାତ୍ରଟାକୁ ଘରେ ରଖିଛି, ମୁଁ ତ ହୋଇଥିଲେ ତାକୁ ମେଞ୍ଚାକରି ଫୋପାଡ଼ି ଦିଅନ୍ତିନି। କ'ଣ କହୁଛ ଦୋସ୍ତମାନେ? '' ଛାତିରେ ହାତମାରି ପଚାରିଲା ଦସ୍ୟୁ ଜଣକ। ''ଠିକ୍, ଠିକ୍! '' ଏକାବେଳେକେ ବହୁ କଣ୍ଠରୁ ସମର୍ଥନର ସ୍ୱର ଉଠିଲା। ଦସ୍ୟୁ ପୁଣିଥରେ ହସି ଉଠିଲା। ତା' ସାଙ୍ଗେ ସାଙ୍ଗେ ଅନ୍ୟମାନେ ବି। ଶରତ୍ କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇ ରହିଥିଲେ ଦଦରା ଦରଜା ପାଖରେ। ମନରେ ତାଙ୍କର ଆଶାର ଦୀପ ଦିକ୍ ଦିକ୍ ହୋଇ ଜଳି ଉଠୁଥିଲା। ''ଏ ତେବେ ରଘୁନନ୍ଦନ ସିଂ! ବିଖ୍ୟାତ ଦସ୍ୟୁ? ଯାହାକୁ ଧରିଦେବା ପାଇଁ ହଜାର୍ ହଜାର୍ ଟଙ୍କାର ପୁରସ୍କାର ଘୋଷଣା ହୋଇଯାଇଛି; ସେ ତେବେ ଆଜି ହାତ ମୁଠାରେ? ଆଃ! କି ଯେ ସୁଯୋଗ। '' ''ଅବନୀ! ତୋ ସାଙ୍ଗରେ ରଘୁନାଥ ଥାଉ। ତା'ରି ହାତରେ ଜିନିଷ ଦେଇଦେବୁ। ଆଉ ହଁ; ଏଥର ମାଲ କେତେ ଆସିଥିଲା? '' ପଚାରିଲା ରଘୁନନ୍ଦନ। ''ମାଲ୍? '' ଥତମତ ହୋଇ କହିଲେ ଅବନୀବାବୁ।। ମାଲ ଆସିଥିଲା-ଅଫିମ ପଚାଶ ପେଟି ଆଉ କୋକେନ୍ ପଚାଶ ପେଟି। ସେ ସବୁ ରାୟବାହାଦୂର ଜିମାରେ ଅଛି। '' ''ସେ ବୋକାଟା ପାଖରେ କାହିଁକି ରଖିଲୁ? ଏଣିକି ତୁ ରଖ। ଅମାବାସ୍ୟାଦିନକୁ ଭଲ ମାଲ ଯୋଗା; ନହେଲେ ଯେ ଭୂତ ବାହାରିବ ନାହିଁ। '' କହୁ କହୁ ହୋ-ହୋ ହୋଇ ହସି ଉଠିଲା ରଘୁନନ୍ଦନ ସିଂ। ଦଳର ଅନ୍ୟମାନେ ବି ସେ ହସରେ ଭାଗ ନେଲେ, ଘରଟା ଦୋହଲି ଉଠିଲା ଯେମିତି ସେ ପୈଶାଚିକ ହସରେ। ଶରତ୍ ଦେଖିଲେ, ଏମାନଙ୍କର କଥାବାର୍ତ୍ତା ଶେଷ ହେବାକୁ ପ୍ରାୟ ବସିଲାଣି। କାହାରି ପୂରା ହୋସ୍ ଥିଲା ପରି ଜଣାଯାଉ ନାହିଁ। ସେ ଯେଉଁ ଅବସ୍ଥାରେ ଅଛି, ସେ ସେଇ ଅବସ୍ଥାରେ ଝୁଲ୍ ଝୁଲ୍। ଅବନୀବାବୁ ଯିବାକୁ ଉଠ୍ ଉଠ୍ ହେଲେଣି। ନିଜର ଅବସ୍ଥା ଆଉ ପରିସ୍ଥିତି କଥା ଭାବି ଶରତ୍ ସେଠାରୁ ବାହାରି ଖଣ୍ଡେ ଛଡ଼ାରେ ଅପେକ୍ଷା କରି ରହିଲେ, ଅବନୀବାବୁଙ୍କ ଫେରିବା ବାଟକୁ ଚାହିଁ। ଠିକ୍ ପର ମୁହୂର୍ତ୍ତରେ ବିକଟ ଚିତ୍କାର କରି ଦଦରା କବାଟଟା ଖୋଲିଲା, ଆଉ ଅବନୀକାନ୍ତ ବାବୁ ବାହାରି ଆସିଲେ ସାଙ୍ଗରେ ଜଣେ ଲୋକକୁ ଧରି ଗଜଗମନ ଚାଲିରେ। -ଆଠ- ସେ ଦିନ ଅମାବାସ୍ୟା। ଖୁବ୍ ସକାଳୁ ଅବନୀବାବୁ ଭାରି କାର୍ଯ୍ୟବ୍ୟସ୍ତ। ମି: ପାତ୍ରଙ୍କ ଘରୁ ଭୂତ କଢ଼ାଇବାକୁ ହେବ ଆଜି। ସେ ପୂଜା ସରଞ୍ଜାମ ଯୋଗାଡ଼ କରାଇବାରେ ବ୍ୟସ୍ତ। ଭୂତ କାଳେ କିଛି ଉପଦ୍ରବ କରିବ-ଏ ଭୟରେ ଚାକର, ପୁଝାରୀମାନେ କାମର ବାହାନା କରି ଯେ ଯୁଆଡ଼େ ପଳାଇଲେଣି। ଅବନୀବାବୁ ବି ସମସ୍ତଙ୍କ ଛୁଟି ସେ ଦିନଟା ପାଇଁ ମଞ୍ଜୁର କରି ଦେଇଛନ୍ତି। କେବଳ ଦରଓ୍ୱାନ୍ ରାମଶରଣ ଛୁଟିରେ ନ ଯାଇ ଅଛି। ସେ ବଡ଼ ବିଶ୍ୱସ୍ତ ଚାକର। ମାଲିକାଣୀଙ୍କୁ ଛାଡ଼ି ଯିବ ବା କେମିତି? ମିସେସ୍ ପାତ୍ର ସବୁ ଦେଖୁଛନ୍ତି। ଅବନୀବାବୁଙ୍କ ହାବ ଭାବ ତାଙ୍କୁ କେମିତି ଖାପଛଡ଼ା ବୋଧ ହେଉଛି। ବେଳେ ବେଳେ ତାଙ୍କ କଥାବାର୍ତ୍ତା ବଡ଼ ସନ୍ଦେହଜନକ ଜଣା ଯାଉଛି।